ଭାଇ ଭଉଣୀ ଭିତରେ କ'ଣ ଏପରି ଘଟିପାରେ! ମନୁ ପରି ପୁଅ, ମନୁପରି ଭାଇ, ଗୋଟିଏ ବୋଲି ଭଉଣୀ ସମ୍ପର୍କରେ କିପରି କହିଗଲା ସେଇ କଥାଗୁଡାକ! ଇସ୍ ମାଆ ମୁହଁରେ କେମିତି କବାବ୍ ଦେଉଥାଏ ପିଲାଟା! କହୁଛି କଣନା–ତାକୁ ମୁଁ ଦେଖିପାରିବିନି, ଅନ୍ୟ ଡାକ୍ତର ଦେଖ! ଆଶ୍ଚର୍ଯ୍ୟ... ମନୁ ମୁହଁର ସେଇ କେଇଟି କଥାକୁ ନିଜ ମନରେ ବିଶ୍ଳେଷଣ କରିଚାଲିଥିଲେ ରିଟାୟାଡ଼୍ ଜଜ୍ ଦିବ୍ୟେନ୍ଦୁ ମିଶ୍ର। ଶୁଖିଲା ମୁହଁ ଆଉ ଭାରାକ୍ରାନ୍ତ ମନ ନେଇ ଅପରାଜିତା ମନୋରଞ୍ଜନଙ୍କର ନିର୍ବନ୍ଦ ସାରିଲେ। ଛବିଶି ତନୁ ଦେହ ଭଲ ଅଛି। ଦୁଇଦିନ ହେଲା ତାକୁ ଜ୍ୱର ଛାଡ଼ିଗଲାଣି। ପଥି କରୁଛି। ଏକା ଟେବୁଲ୍ରେ ସମସ୍ତେ ଏକାଠି ବସି ଖାଆନ୍ତି। ମନୋରଞ୍ଜନ କିନ୍ତୁ ଭଉଣୀ ସାଙ୍ଗରେ କଥା କହିବା ତେଣିକି ଥାଉ ଆଖି ତୋଳି ମୁହଁକୁ ତା'ର ଚାହେଁନି ସୁଦ୍ଧା। ଅପରାଜିତାଙ୍କ ଆଖିରେ ରାଗ, ବେଦନା, ଅଭିମାନ ଭରି ରହିଛି। ମନୋରଞ୍ଜନଙ୍କର ବ୍ୟବହାର ଖୁବ୍ ବାଧିଛି ତାଙ୍କୁ। ସେ ମଧ୍ୟ ପୁଅକୁ ଭଲକରି କଥା କୁହନ୍ତିନି। ଆଉ ଦିବ୍ୟେନ୍ଦୁ ତାଙ୍କର ଦୃଷ୍ଟିଭଙ୍ଗୀ ଭିନ୍ନ। ତାଙ୍କର ଭାବନାର ପଦ୍ଧତି ମଧ୍ୟ ଭିନ୍ନ। ସେ କେବଳ ଚାହିଁ ଚାହିଁ ଦେଖନ୍ତି ପୁଅ ଆଉ ଝିଅକୁ। ସେ ଭଲକରି ଲକ୍ଷ୍ୟ କରିଛନ୍ତି ଭଉଣୀ ଉପରେ ମନୋରଞ୍ଜନର ଆଖି ପଡ଼ିଗଲେ ସେଇ ଆଖିକୁ କିପରି ଅଦ୍ଭୁତ ଭଙ୍ଗୀରେ ବୁଲାଇନିଏ ମନୋରଞ୍ଜନ, ଆଖିରେ ତା'ର ଭରିଯାଏ ରାଶି ରାଶି ବିରକ୍ତି, ବିରାଗ, ଘୃଣା-। ଆଉ ଭଉଣୀର ଆଖି। ମନୋରଞ୍ଜନର ମୁହଁରେ କେତେଥର ତନୁଶ୍ରୀ ମେଲିଦେଇଛି ତା'ର ବିଷାଦ ଆଖି ଦିଓଟି। ସେହି ଆଖିରେ ତା'ର ଭରି ରହିଥାଏ ବେଦନା, ଅପରାଧ, ଲଜ୍ଜା। ସବୁ ସେ ଚାହିଁ ଚାହିଁ ଦେଖିଛନ୍ତି। ଦେଖିବା ତାଙ୍କର ବହୁକାଳର ଅଭ୍ୟାସ। ବିଚାର ବିଭାଗରେ ଥିଲେ କି ନା। ତେଣୁ ଶୁଣିବାଠୁ ଦେଖିବାହିଁ ହେଲା ତାଙ୍କର କାମ। ମୁହଁ ଦେଖି ସେ ମନର କଥା ବୁଝନ୍ତି। ଏଇ ଦୁଇଜଣଙ୍କୁ ଦେଖି ଦେଖି ସେ ଏତିକି ବୁଝିଥିଲେ ଯେ ତନୁଶ୍ରୀ ଏପରି କିଛି ଅପରାଧ କରିଛନ୍ତି ଯେଉଁଥିରେ କି ଭାଇସାହେବ ଆଦୌ ତାଙ୍କୁ କ୍ଷମା କରିପାରୁନାହାନ୍ତି। କି ସେ ଅପରାଧ-!! ଗୋଟାଏ ଅସ୍ପଷ୍ଟ ସନ୍ଦେହରେ ମନ ତାଙ୍କର କୁହୁଳୁଥିଲା। ମନ ତାଙ୍କର ବାରବାର। କହିଲା–ସନ୍ଦେହ ତାଙ୍କର କଦାପି ଅମୂଳକ ହୋଇପାରେନା। ତନୁକୁ ନେଇ କୌଣସି ଲଜ୍ଜାର କାରଣ ଘଟିଛି ଯାହା ନିଜ ଆଖିରେ ଦେଖିଛି ମନୋରଞ୍ଜନ। ଆଉ ଯାହା ଦେଖି ତିକ୍ତ ହୋଇଯାଇଛି ମନୁର ସ୍ନେହଶୀଳ ମନଟା। ଭାବନାରେ ତାଙ୍କର ପୂର୍ଣ୍ଣଛେଦ ଟାଣିଦେଲେ ଡାକ୍ତର ମନୋରଞ୍ଜନ। ହଠାତ୍ ମନୋରଞ୍ଜନ କହିଉଠିଲେ– ବାପା, ତନୁ ଆଉ କାଲିଠୁ କଲେଜ ଯାଇପାରିବନି। କ'ଣ ହେବ ଏତେ ପଢ଼ି। ଚାକିରି ତ କରିବାକୁ ଯିବନି। ତୁମେ ଦିନେ ନାହିଁ କରିଥିଲ ତାକୁ କଲେଜ ପଠାଇବାକୁ। ମୁଁ କିନ୍ତୁ ଭାସିଯାଇଥିଲି ସମୟର ସୁଅରେ। ଛାଡ଼, ଝିଅ ହିସାବରେ ତା'ର ଯଥେଷ୍ଟ ପାଠ ହୋଇଗଲାଣି। ମୁଁ ତା'ର ପାତ୍ର ଖୋଜୁଛି। ଅସ୍ଫୁଟ କଣ୍ଠରେ ତନୁଶ୍ରୀ ଆର୍ତ୍ତନାଦ କରିଉଠିଲା–ଭାଇନା ତୀର୍ଯ୍ୟକ ଦୃଷ୍ଟି ହାଣି ଭଉଣୀର ମୁହଁକୁ ଚାହିଁଲେ ଡାକ୍ତର। ତାପରେ ମୁହଁ ବୁଲାଇନେଲେ। ଗଳାରେ ଅଶ୍ରୁଭରି ତନୁଶ୍ରୀ କହିଲା–ମାତ୍ର ଆଉଦୁଇଟି ମାସ ରହିଲା ମୋର ଫାଇନାଲ ପରୀକ୍ଷା। ମୁଁ ବି. ଏ ପାସ୍ କରିବି। ତୁମେ ଦୟାକରି ମତେ ସେଇ ସୁଯୋଗ ଟିକକ ଦିଅ ଭାଇନା। କଥା କହୁ କହୁ କାନ୍ଦିଉଠିଲା ତନୁଶ୍ରୀ। ଭାଙ୍ଗିପଡ଼ିଲା ସିଏ ସେଇ ଟେବୁଲ୍ ଉପରେ। ମନୋରଞ୍ଜନ ଗମ୍ଭୀର ଗଳାରେ କହିଲେ– କ'ଣ